ଆପଣ କହନ୍ତୁ, ମିଷ୍ଟର ଶତ୍ରୁଜିତ୍ କୌଣସି ଏକ ସମ୍ଭ୍ରାନ୍ତ ପରିବାରର ଝିଅ, ଏଇଭଳି ଅଧାଲଙ୍ଗୁଳୀ ହେଇ ଯଦି ବାର—କ୍ଳବ—ହୋଟେଲରେ ନାଚେ, ତା ହେଲେ, ତା' ହେଲେ ବାପମାଆଙ୍କର ମନ କଣ ନ ହେବ! ଆଉ ଏକ ସମ୍ବାଦ ତାଙ୍କର ମାନସମ୍ମାନ, ପ୍ରତିପତ୍ତି ଉପରେ କିଭଳି ଆଘାତ କରିବ ଆପଣ ନିଶ୍ଚୟ ଅନୁଭବ କରିପାରୁଥିବେ। ଶତ୍ରୁଜିତ୍ ହସିଲେ—ଶ୍ରୀମତୀ ଦାସ! ତାଙ୍କ ଝିଅ ଯଦି ଠିକ୍ ଏଇଭଳି ଭାବରେ କୌଣସି କ୍ଲବ, ବାର ଅଥବା ହୋଟେଲରେ ନାଚେ ମୋର ସେଥିରେ କରିବାର କଣ ଅଛି? ନିଜ ଝିଅକୁ ଶାସନ କରିବାର ଅଧିକାର ଯେତେବେଳେ ସେମାନେ ହରାଇସାରିଛନ୍ତି ନାଁ, ନାଁ, ମିନିଷ୍ଟର ଶତ୍ରୁଜିତ୍! ଆପଣ ଘଟଣାଟି ବିଷୟରେ ଏପର୍ଯ୍ୟନ୍ତ କିଛି ଶୁଣିବାକୁ ପାଇ ନ ଥିବାରୁ ଏଭଳି ଉତ୍ତର ସହଜ ଭାବରେ ଦେଇପାରୁଛନ୍ତି। କିନ୍ତୁ ପ୍ରକୃତରେ ସବୁ ଶୁଣିସାରିଲେ ଆପଣ ବିଚାର କରି ଦେଖିବେ ଯେ ଝିଅର ଏଇ ପରିସ୍ଥିତି ଶୁଣି ବିଚାରୀ ମା କିଭଳି ସାଂଘାତିକ ପରିସ୍ଥିତି ଭିତରେ ପଡ଼ିଛି। ଶତ୍ରୁଜିତ୍ କୌଣସି ମନ୍ତବ୍ୟ ନ ଦେଇ ସିଗାରେଟରେ ଅଗ୍ନି ସଂଯୋଗ କଲେ। ଶ୍ରୀମତୀ ଉଦ୍ବିଗ୍ନତା ସହକାରେ କହିଲେ—ଆପଣ ପ୍ରଭାସ ବହିଦାର ଆଇ. ଏ. ଏସ୍. ଙ୍କ ନାମ ଶୁଣିଥିବେ, ସେ କି ପ୍ରଶାସନିକ ଅଫିସର ଭାବରେ ଆଗ୍ରାରେ ରହିଛନ୍ତି? ପ୍ରଭାସ ବହିଦାର... ଏଇ ନାମଟି ଉଚ୍ଚାରିତ ହେବାମାତ୍ରେ ଶତ୍ରୁଜିତ୍ ଯେମିତି ଚମକିଉଠିଲେ—ଆପଣ କହୁଛନ୍ତି, ଏଇ ଝିଅଟି ହେଉଛି ପ୍ରଭାସ ବହିଦାରଙ୍କର? ସିମେସ୍ ଦାସଙ୍କ କଥା ଯେମିତି ବିଶ୍ୱାସ କରିପାରିଲେ ନାହିଁ ଶତ୍ରୁଜିତ୍। ହଁ, ମୋର ମନେହୁଏ, ପ୍ରଭାସ ବହିଦାରଙ୍କୁ ଆପଣ ଜାଣିଛନ୍ତି। ସେ ଯେ କିଭଳି ରକ୍ଷଣଶୀଳ ଆଉ କେତେ କଠୋର ସେକଥା ଆଉ ଆପଣଙ୍କୁ ଜଣାଇବାକୁ ପଡ଼ିବ ନାହିଁ। ମୁଁ କିନ୍ତୁ ବିଶ୍ୱାସ କରିପାରୁନାହିଁ, ମିସେସ ଦାସ, ପ୍ରଭାତ ବହିଦାରଙ୍କ ଝିଅ ହୋଇ ଶୁଣନ୍ତୁ ମିଷ୍ଟର ଶତ୍ରୁଜିତ୍! ପିଲାଟି ଦିନରୁ ନୃତ୍ୟ ପ୍ରତି ସରିତାର ଆଗ୍ରହ। ଦସ୍ତଖତ୍ କରି ଶତ୍ରୁଜିତ୍ଙ୍କ ହାତକୁ ବଢ଼ାଇଦେଲେ। ଆପଣଙ୍କର ସହଯୋଗର ସମ୍ଭାଦ ପାଇ ଶ୍ରୀମତୀ ବହିଦାର ଯେ କେତେ ଆନନ୍ଦିତ ହେବେ, ତାହା କଳ୍ପନାତୀତ, ମିଷ୍ଟର ଶତ୍ରୁଜିତ୍! ବେଶ୍, ମୁଁ ଯାଇ ଆପଣଙ୍କ ଟେଲିଫୋନ୍କୁ ଅପେକ୍ଷା କରିଥିବି। ନମସ୍କାର ଜଣାଇ ଶ୍ରୀମତୀ ଦାସ ସେ କୋଠରିରୁ ବାହାରିଗଲେ। ସେ ବାହାରିଯିବ ପରେ ପରେ ପୁଣି ଏକ ଦୁଶ୍ଚିନ୍ତା ଭିତରି ପଡ଼ିଲେ ଶତ୍ରୁଜିତ୍। ମିଶ୍ର ଏଣ୍ତ୍ ମିଶ୍ର ଏଣ୍ଟରପ୍ରାଇଜର୍ସର ମେଜ୍ ମେନେଜିଂ ପାର୍ଟନର ଜୟରାମ ମିଶ୍ରଙ୍କ ଅକସ୍ମାତ୍ ଆଗମନ ତାଙ୍କୁ ଗଭୀର ଦ୍ୱନ୍ଦ୍ୱ ଭିତରେ ପକାଉଥିଲା। କାରଣ ସେମାନଙ୍କ ସହିତ ବ୍ୟକ୍ତିଗତ ପରିଚୟ ନ ଥିଲେ ବି ବିଭିନ୍ନ ବିଜ୍ଞାପନରୁ ତାର ଲୋକପ୍ରିୟତା ସେ ବୁଝିପାରିଥିଲେ। ସୁଇଂଡୋର ଖୋଲା ହେବା ଶଦ୍ଦରେ ସେ ସଚେତନ ହୋଇଗଲେ। ଭିତରକୁ ଯିଏ ଆସୁଥିଲେ ତାଙ୍କର ବୟସ ୩୫ ରୁ ଊର୍ଦ୍ଧ୍ୱ ନ ହେଲେ ବି ଅକାଳରେ ମୁଣ୍ତର କେଶଗୁଡ଼ିକ ଧଳା ପଡ଼ିଆସିଥିଲା। ଏ ସବୁ ବାଦ୍ ଦେଲେ ଲୋକଟି ବେଶ୍ ହୃଷ୍ଟପୁଷ୍ଟ, ଆଉ ଶ୍ୟାମଳ ବର୍ଣ୍ଣର। ପ୍ରତିନମସ୍କାର ଜଣାଇ ଶତ୍ରୁଜିତ୍ କହିଲେ—ଆସନ୍ତୁ ମିଶ୍ରବାବୁ! ଜୟରାମଙ୍କ ମୁଖମଣ୍ତଳରେ ଉଭୟର କାଳିମା ବିଶେଷ ଭାବରେ ପରିସ୍ଫୁଟ ହେଉଥିଲା। ସେ ଚେୟାରରେ ବସୁ ବସୁ କହିଲେ—ଆପଣ ମୋତେ ରକ୍ଷା କରନ୍ତୁ, ମିନିଷ୍ଟର ଶତ୍ରୁଜିତ୍! ନ ହେଲେ କାଲି ହୁଏତ ସୂର୍ଯ୍ୟୋଦୟ ଦେଖିବା ମୋ ପକ୍ଷର ସମ୍ଭବ ହେବ ନାହିଁ। ମାନେ...? ଜୟରାମଙ୍କର ମୁଖମଣ୍ତଳ ଶୁଭ୍ର ପଡ଼ିଆସୁଥିଲା। କମ୍ପିତ କଣ୍ଠରେ ସେ କହିଲେ—ଏଇ କେଇ ମୁହୂର୍ତ୍ତ ପୂର୍ବରୁ ନିର୍ଘାତ ମୃତ୍ୟୁ ନିକଟରୁ ସୌଭାଗ୍ୟକର୍ମେ ବଞ୍ଚି ଆପଣଙ୍କ ନିକଟକୁ ଦୌଡ଼ିଆସିଛି, ମିଷ୍ଟର ଶତ୍ରୁଜିତ୍! ଅର୍ଥାତ୍...? ବିସ୍ମିତ କଣ୍ଠରେ ଶତ୍ରୁଜିତ୍ କହିଲେ। ନିଜର ଊର୍ଦ୍ଧ୍ୱ ଶ୍ୱାସ ପ୍ରଶ୍ୱାସକୁ ବନ୍ଦ କରିବାପାଇଁ ପ୍ରଯତ୍ନ କରୁକରୁ ଶ୍ରୀ ମିଶ୍ର କହିଲେ—ମିଶ୍ର ଏଣ୍ତ୍ ମିଶ୍ର ଏଣ୍ଟରପ୍ରାଇଜର୍ସର ନାମ